ମୋ ମନରେ ଏହି ଆଶଙ୍କା ଜାଗ୍ରତ ହେଲା। ଜୀବନର ଆଶା ଛାଡ଼ି ଆଗକୁ ଆଗକୁ ଚାଲିଲି। ଭାଗ୍ୟକୁ ଏଠାରେ ପୋଖରୀଟିଏ ଦେଖିଲି। ଆଉ ଅଳ୍ପ ସମୟ ପାଣି ନ ପାଇଥିଲେ ମୁଁ ପଡ଼ିଯାଇଥାନ୍ତି। ମ-ତୁମ୍ଭର ବୟସ କମ୍। ଜୀବନରେ ବେଶୀ ବିପଦରେ ପଡ଼ିନାହଁ। ଲୋକ ବିପଦରେ ପଡ଼ିଲେ ଶିଖେ ଏବଂ ଭବିଷ୍ୟତ ପାଇଁ ସାବଧାନ ହୁଏ। ହେଉ, ତୁମ୍ଭେ ତ ବିପଦରେ ପଡ଼ିଲ, କଅଣ ଶିଖିଲ? ମନେରଖ, ଖରାବେଳେ ଅଜଣା ବାଟରେ ଯିବା ଉଚିତ ନୁହେଁ। ଯଦି ଯିବ, ପାଣି ନେଇଯିବ। ତୁମ୍ଭଙ୍କୁ ବିପଦଟି ଯେତେ ବାଧିଲା, ସେଥିରୁ ମିଳିଥିବା ଉପଦେଶର ମୂଲ୍ୟ ସେତେ ବଢ଼ିଲା। ଏଥିପାଇଁ ବିପଦକୁ ପରମବନ୍ଧୁ କହନ୍ତି। ୟ-ପ୍ରକୃତ କଥା, ଏହି ବିପଦ ମୋତେ ଗୋଟିଏ ବଡ଼ ଶିକ୍ଷା ଦେଲା। ଏହା ମୁଁ ଭଲରୂପେ ଅନୁଭବ କରୁଛି ସତ, ମାତ୍ର ବିପଦକୁ ବନ୍ଧୁ ବୋଲି ସ୍ଵୀକାର କରିପାରୁନାହିଁ। କାରଣ କେହି ବିପଦକୁ ଖୋଜେ ନାହିଁ, ସମସ୍ତେ ସମ୍ପଦକୁ ଖୋଜନ୍ତି; ସମ୍ପଦକୁ ବନ୍ଧୁ ବୋଲି କହନ୍ତି। ପୁଣି ବିପଦ ଯେତେବେଳେ ମୋତେ ବନ୍ଧୁପରି ଉପଦଶେ ଦେଉଛି, ମୁଁ ତାକୁ ବନ୍ଧୁ ନ କହି ରହିପାରୁ ନାହିଁ-। ଆପଣ ମୋତେ ବଡ଼ ଅଡ଼ୁଆରେ ପକାଇଦେଲେ। ମ-ହଁ, ତାହା ହେବାର କଥା। ସଂସାରର ଗତି ବଡ଼ ବିଚିତ୍ର। ତାକୁ ଠଉରାଇବା ସହଜ ନୁହେଁ। କେତେକ ସ୍ଥଳରେ ଯାହା ଆଖିକୁ ଦେଖାଯାଏ, କିଛି ସମୟ ପରେ ତାହା ବିପରୀତ ହୋଇଯାଏ। ଏହା ବୁଝିବା ପାଇଁ ବୁଦ୍ଧି ଲୋଡ଼ା। ବନ୍ଧୁ କିଏ? ଯେ ଦୁଃଖ ନ ଦିଏ ଏବଂ ସୁଖ ଦିଏ-। ଟିକିଏ ଚିନ୍ତା କରି ଦେଖ। କେତେକ ବନ୍ଧୁ ଅଛନ୍ତି ସେମାନେ ପ୍ରଥମେ ଦୁଃଖ ଦିଅନ୍ତି ପରେ ସୁଖ ଦିଅନ୍ତି-। ଆଉ କେତେକ ବନ୍ଧୁ ଅଛନ୍ତି, ସେମାନେ ପ୍ରଥମେ ସୁଖ ଦିଅନ୍ତି ପରେ ଦୁଃଖ ଦିଅନ୍ତି। ତାହାହେଲେ କାହାକୁ ପ୍ରକୃତ ବନ୍ଧୁ କହିବା? ଉଦାହରଣ ସ୍ୱରୂପ ବାପ-ମା ଓ ଶିକ୍ଷକଙ୍କୁ ଧରାଯାଉ। ସେମାନେ ମନ୍ଦ କାର୍ଯ୍ୟରୁ ଦୂରରେ ରହିବା ପାଇଁ ଦଣ୍ଡ ଦିଅନ୍ତି। ଦଣ୍ଡ ଦେବାବେଳେ ସେମାନଙ୍କୁ ବନ୍ଧୁ ବୋଲି ସ୍ଵୀକାର କରିବା ବଡ଼ କଷ୍ଟକର। ଭଲରୂପେ ବିଚାର କଲେ ସିନା ଜାଣି ପାରିବ। ବାପ-ମା ପ୍ରଭୃତିଙ୍କ ଠାରୁ ପ୍ରାପ୍ତ ଦଣ୍ଡର ଯନ୍ତ୍ରଣା କଷ୍ଟ ଦାୟକ ହେଲେ ସୁଦ୍ଧା ପରିଣାମ ସୁଖ ଦାୟକ। ଚୋରି କରିବାରୁ ବାପ ମା ଦଣ୍ଡ ଦେଲେ ଫଳରେ ଆଉ ଚୋରି କରିବ ନାହିଁ। ଏହି ଦଣ୍ଡ ନ ପାଇଥିଲେ ଦିନେ ବଡ଼ଚୋର ହୋଇଥାନ୍ତ। ଶେଷରେ ଭୟଙ୍କର ଦଣ୍ଡ ଭୋଗିଥାନ୍ତ। ତାହାହେଲେ ଆମେ ଉକ୍ତ ଦଣ୍ଡକୁ ଶତ୍ରୁ ନ କହି ମିତ୍ର କହିବା ଉଚିତ। ବାପା ମା'ଙ୍କ ପରି ଈଶ୍ଵର ଆମ୍ଭମାନଙ୍କୁ ବିପଦ ଦେଇ ଶାନ୍ତ କରନ୍ତି। ବିପଦ ପଡ଼ିଲେ ଲୋକ ବିପଦରୁ ଉଦ୍ଧାର ପାଇଁ ଚିନ୍ତା କରେ ଏବଂ କାମ କରି ବିପଦରୁ ରକ୍ଷା ପାଏ। ବିପଦ ଆମର ଚିନ୍ତାଶକ୍ତି ବଢ଼ାଇଲା ଏବଂ ଭବିଷ୍ୟତକୁ ସତର୍କ କରାଇଲା। ଏଣୁ ବିପଦକୁ ଶତ୍ରୁ ମନେ ନ କରି ମିତ୍ର ମନେ କରିବା ଭଲ। ଆଉ ଗୋଟିଏ କଥା, ଯେଉଁ ଲୋକ ସଂସାରରେ ଯେତେ ବିପଦ ସହିପାରିବ ସେ ତେତେ ସୁଖ ଶାନ୍ତି ପାଇପାରିବ। ଏ ବିଷୟରେ ଗଭୀର ଚିନ୍ତା କର, ବୁଝି ପାରିବ-। ୟ-ଗଭୀରଚିନ୍ତା କାହାକୁ କହନ୍ତି, ମୁଁ ବୁଝିପାରୁନାହିଁ; ଅନୁଗ୍ରହ କରି କହନ୍ତୁ। ମ-ମନ ଭିତରେ କୌଣସି କଥା ଭାବିବାକୁ ତ ଚିନ୍ତା କହନ୍ତି? ଏହି ଚିନ୍ତା ନାନାପ୍ରକାର ହୋଇପାରେ, ସତ୍ ଦିଗରେ ବା